ତାର ବାଙ୍ଗରା ଦେହ, ଚନ୍ଦାମୁଣ୍ଡ ଆଉ ଖାକି ପୋଷାକ ପ୍ରତି ଆଖି ନ ପକେଇ ବର୍ତ୍ତମାନ ମୁଁ ତୀକ୍ଷଣ ଦୃଷ୍ଟି ଦେଲି ଲୋକଟିର କଥାବାର୍ତ୍ତା ଚାଲିଚଲଣ ଆଡ଼ିକି। ପଚାରିଲି– "ଜାପାନୀ ପଣ୍ଡିତ ତେବେ କ'ଣ ଏଇ ହାତୀମାନଙ୍କ କଥା କହୁଚନ୍ତି? ମଣିଷଙ୍କଠୁଁ ଆହୁରି ବଢ଼ିଆ କ'ଣ ଏଇ ହାତୀ? –ଯାହାଙ୍କ ଉତ୍ପାତ ବିଷୟ ତମ ଗାଁର ଯୁବକମାନେ କହିଚନ୍ତି ମତେ? " ଏନ୍. ଏ. ସି. ଜମାଦାର ରସିକ ଚନ୍ଦ୍ର ଭାର ସୂତା। ଫ୍ରେମ୍ ଯୁକ୍ତ ଚଷମାର ମୋଟା ମୋଟା ଲେନ୍ସ ଯୋଡ଼ିକ ଭିତରୁ ମୋ ଆଡ଼କୁ ଇଷିତ୍ ବିରକ୍ତି ଆଉ ପ୍ରଚୁର ଅବିଶ୍ଵାସରେ ଚାହିଁବାର ସେ ଅପ୍ରୀତିକର ଅନୁଭୂତିକୁ ଏଡ଼େଇବା ପାଇଁ ମୁଁ ବାଧ୍ୟ ହୋଇ ମୁହଁ ବୁଲେଇ ନେଲି ଅନ୍ୟଆଡ଼େ। ଚମତ୍କାର ଶରତ୍ ସକାଳଟିଏ, ସେଇଠୁ ଆମ ପିଣ୍ଡା ତଳୁ ଆକାଶ ପର୍ଯ୍ୟନ୍ତ ସମୁଦାୟ ପରିବେଶକୁ ପରିପୁର୍ଣ୍ଣ କରିଥାଏ ସେତେବେଳେ। ରାସ୍ତା କଡ଼ର ଜାମୁକୋଳି ଗଛର ପତ୍ରଗୁଡ଼ିକ ଝଲସୁଥାଏ। ଅଶିଣ ମାସର ପରିଚ୍ଛନ୍ନ ବାୟୁମଣ୍ଡଳରୁ ଝରଝର ହେଇ ଝରି ପଡ଼ୁଥିବା ମୁକ୍ତ ସୂର୍ଯ୍ୟାଲୋକରେ। ଏପରି କେତେକ ସକାଳ ଓ ସକାଳର ଅନୁଭୂତି ବହୁ ବର୍ଷ ପର୍ଯ୍ୟନ୍ତ ଆସି ନ ଥାଏ ମୋ ମନକୁ। ତେଣୁ ସେଇ ଶରତ୍ ଋତୁର ମଧୁର ସକାଳଟି ଆଡ଼କୁ ମୋ ଦୃଷ୍ଟି କିଛି ସମୟ ରହିଗଲା ଜାଣତ ବା ଅଜାଣତରେ। ଇତିମଧ୍ୟରେ ଲୋକଟି ପୁଣି ଥରେ ଉଠିପଡ଼ି ଥାଏ ଚେୟାରରୁ ଆଉ ସେଇ ହାତୀମାନଙ୍କ ଉଦ୍ଦେଶ୍ୟରେ ପୁଣି କେଇଥର ନମସ୍କାର କରି ବସି ପଡ଼ିଥାଏ ଯଥା ସ୍ଥାନରେ। ତାପରେ ହଠାତ୍ ମୋ ଧ୍ୟାନ ଆକର୍ଷଣ କରିବାକୁ ସଂକଳ୍ପବଦ୍ଧ ହେଲା ପରି କହିଲା ସେ– "ଆପଣ ସାଉଥ୍ ପ୍ୟାସିଫିକ୍ର ସେ ଅଦ୍ଭୁତ ଜନ୍ତୁଙ୍କ କଥା ଶୁଣି ନାହାଁନ୍ତି ତା' ହେଲେ। ଆପଣଙ୍କ ବାପାଙ୍କୁ ପଚାରିବେ–କହିଚି ତାଙ୍କୁ କି ଜନ୍ତୁ ସେମାନେ। ନିଜ ଆଖିରେ ଦେଖିଚି ବାବୁ! ସେମାନଙ୍କୁ ସ୍ଥାନୀୟ ଲୋକେ କହନ୍ତି ଭଗବାନ ଜନ୍ତୁ। ଜାଣନ୍ତି କଅଣ କରନ୍ତି ସେମାନେ? ଯେତେବେଳେ ଆମେରିକାନ୍ ସୋଲ୍ଜର୍ ଆସି ଆଇଲାଣ୍ଡରେ ରେପ୍ ଆରମ୍ଭ କଲେ, ଏ ଭଗବାନ ଜନ୍ତୁ ବାହାରି ଆସିଲେ ବଣରୁ। କ'ଣ କଲେ କହନ୍ତୁ ନି? ଗୋଟା ଗୋଟା ଆମେରିକାନ୍ଙ୍କୁ ଟେକି ନେଇ ପଳେଇଲେ ବଣକୁ। ପ୍ୟାସିଫିକ୍ ଆଇଲାଣ୍ଡରେ ବଣ କ'ଣ ଆପଣ ବୁଝିବେ ନାଇଁ ବାବୁ। ଆପଣଙ୍କ ବାପା କିଛି କିଛି ବୁଝନ୍ତି। ଶିକ୍ଷକ ସେ, ଭୂଗୋଳ ପଢ଼ାନ୍ତି ପିଲାଙ୍କୁ। ତେଣୁ ମୋ'ଠୁ ଅନେକ ଖବର ଟିପି ରଖିଛନ୍ତି ସେ। ହ ସେମିତିଆ ବଣ ସେ–ଯୋଉ ବଣ ଅଗେ ଥିଲା ଆମର ଏଠି ଜମ୍ବୁଦ୍ୱୀପରେ, ଯେଉଁଠି ଋଷି ମୁନି ରହୁଥିଲେ, ତପସ୍ୟା କରୁଥିଲେ। ସେମିତିକିଆ ବଣ ଏବେ ବି ଅଛି ସାଉଥ୍ ପ୍ୟାସିଫିକ୍ରେ, ବାବୁ! ଏ ବଣରେ ସେ ଭଗବାନ ଜନ୍ତୁ ଏବେ ବି ଅଛନ୍ତି ବହୁ ବହୁ-। ଉତ୍ପାତିଆ ଆମେରିକାନ୍ ସୋଲଜରକୁ ଏ ବଣରେ ଭଗବାନ କିନ୍ତୁ କ'ଣ କରନ୍ତି କୁହନ୍ତୁ ନି? " ଅଟକି ଗଲା ସେ କଥା ମଝିରେ। କିନ୍ତୁ, ସେତେବେଳେ ବାହାରର ଶରତ୍ ଋତୁର ପ୍ରକୃତି ଆଡ଼ୁ ମୋ ଦୃଷ୍ଟି ଲୋକଟାର ନିଜ ପ୍ରକୃତି ଆଡ଼କୁ ସଂପୂର୍ଣ୍ଣ ଆକୃଷ୍ଟ ହୋଇ ସାରିଚି ବୋଲି ନିଶ୍ଚିତ ହୋଇଗଲା ସେତିକିବେଳେ ଜଣେ ଖାଣ୍ଟି ରସିକ ଲୋକ ପରି ପୁଣି ହସିଦେଲା ସେ, ଆଉ କହିଲା– ''ବୈଷ୍ଣମ୍ବ। ଆମେରିକାନ୍ ସୋଲ୍ଜର୍କୁ ସେ ଭଗବାନ ଜନ୍ତୁ ବୈଷ୍ଣମ୍ବ କରୁଛନ୍ତି ସାର୍ ବୁଝିଲେ ତ! " ତା'ପରେ ନିଜର ଅଭିମତକୁ ଦୃଢ଼ତର କରିବା